କାହିଁକି ନା ତମର ମନ ମୁକ୍ତ ନୁହେଁ, ତୁମେ ବିଷୟ ଲାଳସାରେ ଜର୍ଜରିତ। ଏସବୁ ଛାଡ଼, ମନକୁ ମୁକ୍ତ କର ନିଜ ଭିତରେ ଯେ ଶକ୍ତି ଲୁକକାୟିତ ଅଛି ତାକୁ ବାହାର କର। ଭଗବାନଙ୍କ ଆଡ଼କୁ ନିଜକୁ ଉନ୍ମୁକ୍ତ କରି ରଖ ତେବେ ଜାଣିବ ମାନବ ଜୀବନର ସାର୍ଥକତା କେଉଁଠି। ରାୟବାବୁ ଟିକିଏ ଦମ୍ ନେଇ କହିଲେ ତାପରେ ଆଜ୍ଞା ଖୁବ୍ ଚିନ୍ତା କରିଛି। ଏ ମୋହ କାହିଁକି? ଏ ମାୟା କଣ ପାଇଁ? ବାପା ଯେ ବୈରାଗୀ ନାମ ଦେଇଥିଲେ ତା ତାର ସାର୍ଥକତା ଭୁଲି ସାମାନ୍ୟ ଜମି ଘରକୁ ବେଢ଼ି ନିଜକୁ ଭୁଲିଚି କାହିଁକି? ବାବା ଠିକ୍ କହିଛନ୍ତି ଏ ମନର ମୁକ୍ତି ଆବଶ୍ୟକ । ସେଉଠୁ ମନରେ ବଳ ଆସିଚି ଘରକୁ ନ ଯିବାର, ନିଦାରୁଣ ପ୍ରତିଜ୍ଞା କରି ବାବାଙ୍କ ଚରଣରେ ନିଜକୁ ହଜେଇ ଦେଇଚି। ତାଙ୍କର ସେବା କରିଛି, ଧ୍ୟାନ କରିଛି, ଗଙ୍ଗା ତୀରରେ ବୁଲିଲା ବେଳେ ତାର ପ୍ରତିଟି ଢ଼େଉ ସହ ଏ ମନର ଢ଼େଉକୁ ମିଶାଇ ଦେଇଚି। ପ୍ରଭାତର ରୌଦ୍ରରେ, ସନ୍ଧ୍ୟାର ରଙ୍ଗୀନତାରେ, ରାତ୍ରିର ଉଜ୍ଜଳ ଚନ୍ଦ୍ରାଲୋକରେ ଉଦ୍ଭାସିତ ତୁଷାର ଶୁଭ୍ର ହିମାଦ୍ରୀକୁ ଅପଲକ ଆଖିରେ ଚାହିଁ ଆତ୍ମବିସୃସହ ହୋଇଚି। ଯେତେବାର ଦେଖିଚି ସେତେବାର ସେ ମତେ ନୂଆ ନୂଆ ସଙ୍କେତ ଦେଇଚି। ଏକ ଅଭିନବ, ଅନୁଭବ, ଏକ ସୂକ୍ଷ୍ମ ଉପଲବ୍ଧ, ଏକ ଅନନ୍ତ ଐଶ୍ୱର୍ଯ୍ୟର ବିଭୂତିରେ ଏ ମନ ପରିପୂର୍ଣ୍ଣ ହୋଇ ଯେତେବେଳେ ଗାଇ ଉଠିଚି ରେ ଆତ୍ମନ୍ଜ ଜୀବନର ନିଦ୍ରା ପରିହର ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ରାୟବାବୁ ଖୁଁ ଖୁଁ ହୋଇ ଖାଶି ଉଠିଲେ। ସେତେବେଳକୁ ଦାଶରଥିବାବୁଙ୍କ ମନ ପ୍ରାଣ ସିକ୍ତ ହୋଇଗଲାଣି, ଲୋମ ଟାଙ୍କୁରି ଉଠିଲାଣି। ସେ ତନ୍ମୟ ଭାବରେ ପୂରଣ କଲେ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଚି କିପରି? ରାୟବାବୁ ହସି ଉଠି କହିଲେ ଆଜ୍ଞା ଠିକ୍ ଏଇଠି ହୋଇଥାଏ ରସ ଭଙ୍ଗ । ଏ ରସ ଭଙ୍ଗ? ମାନେ ଠିକ୍ ସେତିକିବେଳେ ମିଳିଥାଏ ସୁଦୂର ଗାଁରୁ ଅର୍ଦ୍ଧାଙ୍ଗୀନୀଙ୍କର ବିରହ ବ୍ୟଥା ସମ୍ବଳିତ ଚିଠି ଯଥା ସମ୍ଭବ କାବ୍ୟିକ ଭାଷା ଭିତରେ ପ୍ରେମକୁ ଓଭର ଲୋଡ଼ କରି ସେ ଲେଖିଥାନ୍ତି ପ୍ରିୟତମ, ସେ ଦିନୁ ଯେ ଗଲଣି ବିଷୟ ସମ୍ପତ୍ତି ଚୁଲିକୁ ଯାଉ, ମୁ କି ତୁମର ମନେପଡ଼େ ନା? ଅହୋରାତ୍ର ମୁଁ ତୁମକୁ ଚିନ୍ତା କରୁଚି ତମେ ନିପଟ ଶଠ, ନଟନାଗର ହୋଇ ଆଉ କା ପ୍ରେମରେ ବନ୍ଧା ପଡ଼ିଚ ଛେପ ଢୋକି ରାୟବାବୁ କହିଲେ, ଜାଣିଲେ ଆଜ୍ଞା ଏମିତି ଚିଠି ପଢ଼ି ଆଉ କିଏ ସନ୍ନ୍ୟାସୀ ଆଶ୍ରମରେ ରହିପାରେ। ଜାଣିଲେ ଦାଶରଥି ବାବୁ ଯାବତ ମୋହ ମାୟା, ସ୍ଖଳନ, ବନ୍ଧନର ହେତୁ ଏ ପ୍ରପଞ୍ଚ ମାଇକିନା ଜାତିଟା। ଦାଶରଥି ବାବୁ ମୁଣ୍ଡ ହଲାଇ କହିଲେ ଠିକ୍ ଠିକ୍ ଆଜ୍ଞା। ମୁଁ ସହସ୍ର ବାର ଏକଥା ସ୍ଵୀକାର କରିବି। ଏଥି ଭିତରେ ସନ୍ଧ୍ୟା। ଗଡ଼ିଯାଇଚି। ତାର ଛାୟାନ୍ଧକାର ଚତୁର୍ଦ୍ଦିଗକୁ ଆଚ୍ଛନ୍ନ କରି ରଖିଚି। ଚା ଦୋକାନର ଲଣ୍ଠନଟି ମିଞ୍ଜି ମିଞ୍ଜି ଜଳୁଚି। ସେପାଖ ଦୋକାନମାନଙ୍କରେ ପାଟିତୁଣ୍ଡ, ବିକାକିଣା ଚାଲିଚି। ନଦୀ ବକ୍ଷର ତରଙ୍ଗିତ ଅନ୍ଧକାରକୁ ଚାହିଁ ଚାହିଁ ରାୟ ବାବୁ କହିଲେ ଯାଣିଲେ ଆଜ୍ଞା ସେଇଠୁ ଘରକୁ ଯାଏ, ନ ଯାଇ ଆଉକି ଚାରାଥାଏ। ସ୍ତ୍ରୀକୁ ବୁଝାଶୁଝା କରେ, ପୁଣି ଚାଲି ଆସେ। ମନରେ ଯେ ନିଶାଲାଗିଚି ମୁକ୍ତି ପାଇବାର ନିଶା। ଦିନେ ବାବା ଡାକି କହିଲେ ରାୟ ମୁଁ ଗଭୀର ଧ୍ୟାନରେ ମଗ୍ନ ରହିବି। ହୁଏତ ଅନିର୍ଦ୍ଦିଷ୍ଟ କାଳଯାଏ। ତମେ ବାହାରର ସବୁ ଦେଖାଶୁଣା କରିବ। ହୁସିଆର, ମୋର ଧ୍ୟାନ କକ୍ଷକୁ କେବେହେଁ ଯିବ ନାହିଁ କିମ୍ବା କାହାକୁ ଛାଡ଼ିବ ନାହିଁ। ମୁଁ ଆଜ୍ଞା ପାଳନ କରିବି ବୋଲି କହିଲି। ଧ୍ୟାନରେ ବାବା ନିମଗ୍ନ ରହିଲେ। ଏକୁଟିଆ ସବୁ ବୁଝାଶୁଝା କରେ। ଗଣ୍ଡିଏ ଖାଏ ଓ ନିର୍ଦ୍ଧୁମ ବୁଲେ। ଏଥି ଭିତରେ ଘର ଭୁଲିଯାଇଚି, ସ୍ତ୍ରୀକୁ ଭୁଲିଯାଇଚି। ମୋ ପାଖରେ ଅଭିନବ ମାୟାଜାଲ ବିସ୍ତାର କରିଚି ନଗାଧିରାଜ ହିମାଳୟ। ତାକୁ ନେଇ ମୋର ନିତ୍ୟ ନବୀନ ବିଚିତ୍ର ଅନୁଭବ ମତେ ଆକୁଳ କରିଚି। ମାସେ କଟି ଯାଇଚି, ମନରେ ଉତ୍କଣ୍ଠା ବଢ଼ିଚି। ବାବା କଣ ଆଉ ଏ ଯୁଗର ବାଲ୍ମୀକି ବୋଲାଇଲେ ଦିନେ ସମ୍ଭାଳି ରହିପାରିଲି ନାହିଁ, ପଶିଗଲି ସେ ଘରକୁ। କଣ ଦେଖିଲ ଆଜ୍ଞା? ରାୟ ବାବୁ କହିଲେ, କଣ ଦେଖିଲି